ଯେ ଚଲାକ୍, ସେ ଏହି ଦୁଃଖ-ନରକରୁ ପରିତ୍ରାଣ ପାଇଁ ଅମୃତର ସନ୍ଧାନ କରେ। '' ସେ କହିଲେ-ଅମୁକ ଗଳିରେ ଅମୁକ ଜାଗାରେ ଭୋଳା ନାମକ ଜଣେ ସାଧୁ ଅଛନ୍ତି; ତମେ ତାଙ୍କ ପାଖକୁ ଯାଅ ଏବଂ ସେ ଯାହା ଲେଖିଦେବେ ମୋ ପାଖକୁ ନେଇଆସ। ତାଙ୍କୁ କିଛି ଦାନ କରିବ। ସଂସାରୀ ଲୋକଟି ସେଇ ଭୋଳା ପାଖକୁ ଗଲା। ସାଧୁ ଲୋକଟି ଦୁଇପଦ ଲେଖିଦେଲେ। ଲେଖାଟି ନେଇ ସେ ଗୁରୁ ନାନକଙ୍କ ପାଖରେ ଦେଖାଇଲା। ଗୁରୁ ନାନକ କହିଲେ, ''ଏଇ ତ ଠିକ୍ କଥା-ସାର କଥା-ଏତକ ଜାଣିଲେ ହେଲା। '' ସେ ଲେଖିଥିଲେ ''ମର୍ନା ସତ୍ ହୈ, ଜୀଁନା ଝୁଟା ହୈ। '' ବିପଦରେ ଅଧୀର ହୁଅନାହିଁ କଲିକତାର ଏକ ଅଞ୍ଚଳରେ ପିଲାଏ କୁସ୍ତି କସରତ୍ କରିବା ପାଇଁ ଠିକ୍ କଲେ। ବହୁତ ଦିନ ତଳର କଥା କହୁଛି। ସବୁ ପୋତାପୋତି କାମ ସରିଲା। କିନ୍ତୁ ଗୋଟିଏ ଟ୍ରାପିଜିଅମ ପୋତି ପାରିଲେ ନାହିଁ। ଖେଳ କସରତ ପଡ଼ିଆ ପାଖରେ ବହୁ ଲୋକ ରୁଣ୍ତ ହେଲେ। ପିଲାଏ ଆପ୍ରାଣ ଚେଷ୍ଟା କରି ପାରିଲେ ନାହିଁ। ଦେଖଣାହାରୀ ଭିତରେ ଜଣେ ସୁସ୍ଥ ସବଳ ୟୁରୋପୀୟ ଥିଲେ। ପିଲାଏ ତାଙ୍କୁ ଟ୍ରାପିଜିୟମ ପୋତିବାରେ ସାହାଯ୍ୟ କରିବାକୁ ଡାକିଲେ। ୟୁରୋପୀୟ ଜଣକ ଆନନ୍ଦରେ ଯୋଗଦାନ କଲା। ଟ୍ରାପିଜିୟମଟି ବହୁ କଷ୍ଟରେ ଉପରକୁ ଉଠି ସେହି ୟୁରୋପୀୟଙ୍କ ମୁଣ୍ତ ଉପରେ ପଡ଼ିଗଲା। ଆଘାତ ପାଇ ୟୁରୋପୀୟ ଭଦ୍ରଲୋକଟି ତଳେ ପଡ଼ିଗଲେ। ଝର ଝର ରକ୍ତ ବୋହି ଯିବାକୁ ଲାଗିଲା। ସେ ଜ୍ଞାନଶୂନ୍ୟ ହେଲେ। ସେତେବେଳେ ବ୍ରିଟିଶ ରାଜତ୍ୱ ଥାଏ। ଗୋରାମାନଙ୍କର ଶାସନ। କେହି ଗୋରାବ୍ୟକ୍ତି ଏପରି ଆହତ ହେଲେ ବ୍ରିଟିଶ ଫଉଜ ଆସି ସମସ୍ତଙ୍କୁ ବାନ୍ଧି ନେଉଥିଲେ। ସେମାନେ କହୁଥିଲେ, ଆମେ ଶାସକ ଜାତି। ଗୋରା ସାହେବଟି ପଡ଼ିଯିବାର ଦେଖି ଯିଏ ଯୁଆଡ଼େ ଡରି ପଳାଇଗଲେ। ଗୋଟିଏ ପିଲା କିନ୍ତୁ ଗଲା ନାହିଁ। ସେ ପ୍ରାଥମିକ ଚିକିତ୍ସା କରି ଡାକ୍ତର ଡକାଇଲା। ଗୋରା ଲୋକଟିକୁ ସଙ୍ଗେ ସଙ୍ଗେ ବୋହି ନେଇ ତାର ସେବାଶୁଶ୍ରୂଷା କଲା। ସମସ୍ତେ ମନେକଲେ ଏଥର ସେହି ପିଲାଟିକୁ ବ୍ରିଟିଶ ଫଉଜ ବାନ୍ଧି ନେବେ। ଗୋରା ଲୋକଟି ପିଲାର ଅକ୍ଳାନ୍ତ ସେବା ଶୁଶ୍ରୂଷାରେ ଜ୍ଞାନ ଫେରି ପାଇଲା। ସେ ଭଲ ହୋଇ ପିଲାଟିକୁ ଆଶୀର୍ବାଦ କରି ଚାଲିଗଲା। ପିଲାଟି କହିଲା, 'ପର ଉପକାର ପାଇଁତ ମଣିଷର ସୃଷ୍ଟି। ' ତେଣୁ ସେ ଅଧୀର ହୋଇ ନଥିଲା। ସେ ପିଲାଟି ଭବିଷ୍ୟତରେ ହେଲା ସ୍ୱାମୀ ବିବେକାନନ୍ଦ। ଈଶ୍ୱରଙ୍କ ଉପରେ କିପରି ନିର୍ଭର କରିବ? ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ କହନ୍ତି-ସବୁ ଭଗବାନ କାରଛନ୍ତି, ଆମେ କିଛି ଜାଣୁନା। ସତ ମିଛ ସବୁଥିରେ ସେ ଭଗବାନଙ୍କୁ ଦାୟୀ କରନ୍ତି। ଲୋକେ ଅଛନ୍ତି, ଉପରେ ଉପରେ ଠାକୁରଙ୍କ ନାମ ନିଅନ୍ତି, ଭିତରେ କିନ୍ତୁ ଛୁରୀ। ମନେ ରଖ, ଯେଉଁ ଲୋକ ଭଗବାନଙ୍କ ନିର୍ଦ୍ଦେଶକୁ ମାନି ଚାଲେ, ସେ କେବେ ଖରାପ କାମ କରେ ନାହିଁ-କରି ପାରିବ ନାହିଁ-। ଶ୍ରୀରାମକୃଷ୍ଣ ଦେବ ତାଙ୍କ ଶିଷ୍ୟମାନଙ୍କୁ ଏ ସମ୍ପର୍କରେ ଏକ ଗପ ଛଳରେ ଉପଦେଶ ଦେଇ ଯାଇଛନ୍ତି। ଜଣେ ବ୍ରାହ୍ମଣ ଥିଲା। ତାର ଗୋଟିଏ ବଡ଼ ସୁନ୍ଦର ବଗିଚା ଥିଲା। ସେ ବଗିଚାର ସୁନ୍ଦର ସୁନ୍ଦର ଗଛ ଲଗାଇଥାଏ। ଭଳିକି ଭଳି କେତେ ଫୁଲ ସେଥିରେ ଶୋଭା ପାଉଥାଏ। କୁଣ୍ତମାନଙ୍କରେ ନାଲି-ନେଳି-ହଳଦିଆ ଫୁଲ ପବନରେ ଦୋହଲୁଥାଏ। ବ୍ରାହ୍ମଣଟି ଶାସ୍ତ୍ର-ପୁରାଣ ପଢ଼ିଥାଏ। ଦିନେ ବଗିଚାର ଫାଟକଟି ଖୋଲାଯିବାରୁ ଗୋଟିଏ ବଡ଼ ଗାଈ ପଶିଯାଇ ଗଛତକ ଖାଇଗଲା। ବ୍ରାହ୍ମଣ ରାଗିଯାଇ ଗୋଟାଏ ଢେଲା ପକାଇଲା। ଢେଲାଟି ଗାଈ ଦେହରେ ବାଜିବାରୁ ସେ ମରିଗଲା। ଗାଈ ମରିଯିବାରୁ ବ୍ରହ୍ମରାକ୍ଷସମାନେ ବ୍ରାହ୍ମଣ ପାଖକୁ ଆସିଲେ। ବ୍ରାହ୍ମଣ ଉଚ୍ଚସ୍ୱରରେ କହିଲା-'ତମେସବୁ ମୋ ପାଖକୁ କାହିଁକି ଆସିଛ? ' ବ୍ରହ୍ମରାକ୍ଷସମାନେ କହିଲେ-'ତମେ ପରା ଗୋରୁ ମାରିଛ। '। ବ୍ରାହ୍ମଣ କହିଲା, 'ମୁଁ ମାରିନାହିଁ, ଇନ୍ଦ୍ର ମାରିଛନ୍ତି। ମୁଁ କ'ଣ ଗୋବଧ କରିପାରେ? ତାଙ୍କରି ଇଚ୍ଛାରେ ସବୁ ହୋଇଛି; ତେଣୁ ସେ ଏଥିପାଇଁ ଦାୟୀ। ତମେ ଯାଇ ତାଙ୍କୁ ଧର। ସେଇ ପାପୀ; ମୁଁ ତ କିଞ୍ଚିତ ମାତ୍ର। ' ଏହା ଶୁଣି ବ୍ରହ୍ମରାକ୍ଷସ ଇନ୍ଦ୍ରଙ୍କ ପାଖରେ ଯାଇ ହାଜର ହେଲା। ଇନ୍ଦ୍ର ବଡ଼ ଅଡ଼ୁଆରେ ପଡ଼ିଲେ। ସେ କହିଲେ-''ତମେ ସବୁ ମୋ ପଛେ ପଛେ ଆସ। '' ଏହା କହି ସେ ବେଶ ବଦଳାଇ ସେହି ବଗିଚା ପାଖ ଦେଇ ଯିବାକୁ ଲାଗିଲେ।